"କୋଳାହଳ ମୋର ଆଦୌ ସହ୍ୟ ହୁଏନା।" ଉତ୍ସାହିତ ହୋଇ ଦାଶରଥିବାବୁ କହିଲେ, "ହଁ, ହଁ, ଚାଲନ୍ତୁ।" ଦୁହେଁ ଆସି ସେ ପୋଲାଙ୍ଗ ଗଛ ପାଖର, ଏକପାଖିଆ ଚା' ଦୋକାନରେ ପହଞ୍ଚିଲେ। ଏପାଖରେ ଗହଳ ନାଇଁ, ଚାରିପାଖର ନିର୍ଜନତାରେ ନଦୀକୂଳିଆ ସନ୍ଧ୍ୟା ପବନ ଆହୁରି ମିଠା ବୋଳି ଦଉଚି। ଭଙ୍ଗା ବେଞ୍ଚରେ ଧୂଳି ରୁମାଲରେ ଝାଡ଼ୁ ଝାଡ଼ୁ ଦାଶରଥିବାବୁ ଦୁଇଟା ଚା'ର ବରାଦ ଦେଲେ। ଚା' ଆସିଲା।ଢୋକେ ଖାଇ ଦାଶରଥିବାବୁ କହିଲେ, "ଆପଣ କ'ଣ ନଦୀରେ ବୁଡ଼ ପକାଇବାକୁ ଆସୁଚନ୍ତି ନାଁ ସାଧୁବାବାଙ୍କ ଦର୍ଶନ?" ରାୟବାବୁ ଚା'କୁ ଫୁଙ୍କୁ ଫୁଙ୍କୁ କହିଲେ, "ସ୍ନାନ କରିବାର ମୋର ଆଗ୍ରହ ନାହିଁ; କିନ୍ତୁ ବାବାଙ୍କ ଆଦେଶ ଅମାନ୍ୟ କରିବାର ସାଧ୍ୟ ନାହିଁ।" "ବୁଝି ପାରିଲି ନାହିଁ ଆଜ୍ଞା, କାହାର ଆଦେଶ?" ରାୟବାବୁ ହସି କହିଲେ, "ବୁଝିବେ କ'ଣ? ଏଇ ସାଧୁବାବାଙ୍କ ଆଦେଶ ମାନେ ସ୍ୱପ୍ନାଦେଶ। ସେ କହିଲେ, 'ରାୟ, ତୁମେ ଯଦି ନିରଞ୍ଜନା ନଦୀର ଶୁଦ୍ଧ ସ୍ନାନକୁ ନ ଆସ, ମୁଁ ଅବଶ୍ୟ ମନକଷ୍ଟ କରିବି।'"ଦାଶରଥିବାବୁଙ୍କ ଆଖି ବିସ୍ମୟରେ ବିସ୍ଫାରିତ ହୋଇ ଉଠିଲା। ସେ ବୁଝିଲେ, ଏ ରାୟ ସାମାନ୍ୟ ଲୋକ ନୁହେଁ। ବ୍ୟାକୁଳ କଣ୍ଠରେ ସେ କହିଲେ, "ଆପଣ ତେବେ ଏହି ସନ୍ନ୍ୟାସୀଙ୍କୁ ଆଗରୁ ଦେଖିଚନ୍ତି? ସେ ଆପଣଙ୍କୁ ଜାଣନ୍ତି ଭଲ ରକମ୍?" ଶେଷ ଚା'ତକ ଏକା ଢୋକକେ ନିଃଶେଷ କରି, ସଶବ୍ଦେ ଗ୍ଲାସଟାକୁ ବେଞ୍ଚ ଉପରେ ରଖୁ ରଖୁ ରାୟବାବୁ କହିଲେ, "ଖାଲି କ'ଣ ଦେଖୁଚ? ଦୁଇ ବର୍ଷ ତାଙ୍କର ନିବିଡ଼ ସାନ୍ନିଧ୍ୟ ପାଇଚି। ନଚେତ୍ ମୁଁ କିଏ ନାଁ ଏ ନଦୀକୂଳ କିଏ?" ଆହୁରି ପାଖକୁ ଘୁଞ୍ଚିଆସି ଦାଶରଥିବାବୁ କହିଲେ, "ମୁଁ ଶୁଣିଚି ଆଜ୍ଞା, ବଦ୍ରିନାଥରେ ୟାଙ୍କର ମଠ ଅଛି ଓ ସେଠି କେତେଟା ତରୁଣୀ ମାତା ମଧ୍ୟ ଅଛନ୍ତି?" କାନରେ ଦୁଇହାତ ଦେଇ ରାୟବାବୁ କହିଲେ, "ଆଃ ଚୁପ୍ କରନ୍ତୁ, ଚୁପ୍ କରନ୍ତୁ! ଏମିତି ପାପ କଥା ମୁହଁରେ ଧରିବେ ନାହିଁ। ଲୋକେ କ'ଣ ନ କହନ୍ତି? ସଜମାଛରେ ପୋକ ପକାନ୍ତି। ମୁଁ ନିଜେ ଋଷିକେଶରେ ଦୁଇବର୍ଷ ବାବାଙ୍କ ପାଖରେ କଟେ ଇଛି।"ପୂର୍ବରୁ ଏହି ସାଧୁବାବାଙ୍କର ଅଦ୍ଭୁତ ଖ୍ୟାତି ଶୁଣି, ଦାଶରଥିବାବୁଙ୍କର ପ୍ରକାଣ୍ଡ ଭକ୍ତି ଜନ୍ମିଥିଲା। ବର୍ତ୍ତମାନ ରାୟବାବୁଙ୍କ ମୁହଁରୁ ଏକଥା ଶୁଣି ତାଙ୍କର ଉତ୍କଣ୍ଠା ଦ୍ଵିଗୁଣିତ ହେଲା। ସେ କହିଲେ, "ରାୟବାବୁ, ମତେ ଏହି ମହାନ୍ ସନ୍ନ୍ୟାସୀଙ୍କର ଆଲୌକିକ ଶକ୍ତି କଥା କିଛି କୁହନ୍ତୁ। କୁହନ୍ତୁ ଆପଣଙ୍କର ଋଷିକେଶ ଓ ହରିଦ୍ୱାରର ଅନୁଭୂତି ଶୁଣିବାକୁ ମୋ ମନ ବଡ଼ ଚଞ୍ଚଳ ହେଲାଣି।" ରାୟବାବୁ ହସି କହିଲେ, "ଦେଖୁଚି, ଆପଣ ମତେ ଛାଡ଼ିବେ ନାହିଁ। କିନ୍ତୁ ଏ ବିଷୟରେ କିଛି କ'ଣ କହି ହୁଏ? ଏସବୁ କେବଳ ଉପଲବ୍ଧି, ବିମୁକ୍ତ ଉପଲବ୍ଧି। ଦା ଶରଥିବାବୁ ଅଧୀର ହୋଇ କହିଲେ, "ସେଥିରୁ ମତେ କିଛି କୁହନ୍ତୁ।" ରାୟବାବୁ ଏଥର ସଜାଡ଼ି ହୋଇ ବସି କହିଲେ, "ଦେଖନ୍ତୁ ଦାଶରଥିବାବୁ, ସାଧୁ ବାବାଙ୍କର ଯେଉଁ ଆ ଲୌକିକ ଶକ୍ତିକଥା ଆପଣ ପଚାରୁଛନ୍ତି, ସେ ଶକ୍ତି ତାଙ୍କର ଅଶେଷ ସାଧନା ସାଧ୍ୟ ଯୋଗ ଲବ୍ଧ ଶକ୍ତି। ସେ ଶକ୍ତିକୁ ମ୍ୟାଜିକ ଦେଖେଇଲା ଭଳି, ଲୋକକୁ ଆଶ୍ଚର୍ଯ୍ୟ କରିବା ଲାଗି, ପରିବେଷଣ କରାହେଉ, ଏହା ତାଙ୍କର ଇଚ୍ଛା ନୁହେଁ। ସେ ଚାହାନ୍ତି ସେହି ଶକ୍ତିର ଉପଯୁକ୍ତ ପ୍ରୟୋଗ ଯାହା ପ୍ରକୃତରେ ଜଗତର ମଙ୍ଗଳ କରିବ। ଏହି ସାଧୁବାବା ଯେଉଁ ଶକ୍ତି ଲାଭ କରିଚନ୍ତି, ସେଥିରେ ତାହାଦ୍ୱାରା ସେ ପ୍ରାୟ ତିରିଶ ବର୍ଷ ହେବ ନିଦ୍ରା ଆହାର ତ୍ୟାଗ କରିଚନ୍ତି, ତେବେ ବି ତାଙ୍କ ସ୍ୱାସ୍ଥ୍ୟ ଅତୁଟ ଅଛି। ସାମୟିକ ତୃଷା ଚିରତାର୍ଥ କରିବା ଲାଗି ସେ କେବଳ ନାକ ବାଟେ ପାଣି ପିଅ'ନ୍ତି।""ଏଁ ନାକ ବାଟେ?"ରାୟବାବୁ କହିଲେ